ଅଢ଼େଇଶହ ଟଙ୍କା କହୁଥିଲେ। କିନ୍ତୁ ବାପା ତାଙ୍କର ଆଗରୁ ଟିକେ ଚିହ୍ନା ପରିଚିତ ଥିବାରୁ ଏବଂ ସେଲ୍ଟ୍ୟାକସ୍ ଅଫିସର ଥିବାରୁ ଦୁଇଶହ ଟଙ୍କାରେ ରାଜି ହେଲେ। ମଧୁସୂଦନବାବୁଙ୍କର ଦୁଇପୁଅ, ଗୋଟିଏ ଝିଅ ସମସ୍ତେ ବିବାହିତ। ବଡ଼ପୁଅ ଡାକ୍ତର ଫୁଲବାଣୀରେ ରହନ୍ତି। ସାନ ପୁଅ ଇଞ୍ଜିନିୟର ବାଲିମେଳାରେ ରୁହନ୍ତି। ଝିଅଜ୍ୱାଇଁ ଭୁବନେଶ୍ୱରରେ, ଜ୍ୱାଇଁ ଓକିଲ। ମଧୁସୂଦନବାବୁଙ୍କ ଡାହାଣ ପଟେ ଓକିଲ ରାଜୀବଲୋଚନବାବୁଙ୍କ ଘର। ଭାରି ବଡ଼ଲୋକ, ନାମଜାଦା ଓକିଲ। ରାସ୍ତା କଡ଼କୁ ଦୁଇ ମହଲା ଘର। ଘରର ପଛପଟେ ବଗିଚା ଓ ଗୋଟିଏ ବଡ଼ ପୋଖରୀ ଏବଂ କେତେଟା ନଡ଼ିଆ ଗଛ, ଗୁଆଗଛ। ରାଜୀବଲୋଚନବାବୁଙ୍କ ଘର ଆରପଟେ ସେହି ପାଉଁଶିଆ ରଙ୍ଗର ଦୁଇମହଲା କୋଠା ଯେଉଁଠାରେ କି ସେହି ରସିକ ଲୋକଟା ସବୁବେଳେ ବାଲକୋନି ଉପରେ ବସେ। ମଧୁସୂଦନ ବାବୁଙ୍କ ଘରଠାରୁ ପାଞ୍ଚଶହ ଫୁଟ ଦୂରରେ ଏହି ପାଉଁଶିଆ ରଙ୍ଗ କୋଠା। ମଧୁସୂଦନ ବାବୁ ଓ ପାଉଁଶିଆ କୋଠା ଭିତରେ ରାଜୀବଲୋଚନବାବୁଙ୍କ ଘର ଓ ବଗିଚା। ପ୍ରଥମେ ମନକୁ ଘରଟା ବେଶ୍ ପାଇଲା। ଡ୍ରଇଁ ରୁମ୍ଟା ଭଲଭାବରେ ସଜାଇ ଦେଲା। ନିଜ ରୁମ୍ଟିକୁ ପରିଷ୍କାର କରିଦେଲା। ନିଜ ପାଇଁ ଗୋଟିଏ ଖଟ ଓ ଭାଇ ବୁବୁଲୁ ପାଇଁ ଆଉ ଗୋଟିଏ ଖଟ ପକାଇଲା। ଝରକା ପଟ ଦେଖି ନିଜ ଖଟ, ଅନ୍ୟ ପଟେ ବୁବୁଲୁର ଖଟ। ନିଜ ଖଟ ପାଖରେ ଗୋଟିଏ ଟେବୁଲ। ବୁବୁଲ ଖଟ ପାଖରେ ଆଉ ଗୋଟିଏ ଟେବୁଲ ଓ ଦୁଇଟି ଟେବୁଲ୍ ଲ୍ୟାମ୍ପ ରଖିଲା। କିଛିଦିନ କଟିଗଲା। ମଧୁସୂଦନବାବୁଙ୍କ ସହିତ ପରିଚିତ ହୋଇଗଲା। ଭଲ ମନ୍ଦ ଗପ ସପ ଆରମ୍ଭ ଚାଲିଲା। ଦିନ ପରେ ଦିନ ଆଗେଇଲା। କିନ୍ତୁ ଯେଉଁ ଦିନ କବିତା ସେହି ଲୋକଟିକୁ ପାଉଁଶିଆ ରଙ୍ଗ ବାଲକୋନିରେ ଦେଖିଲା ଥରେ ନୁହେଁ ଦୁଇଥର ନୁହେଁ ବାରମ୍ୱାର, ପୁଣି ସକାଳ ଓ ସନ୍ଧ୍ୟାରେ ମନଟା ତା'ର ଖରାପ ହୋଇଗଲା। ସକାଳେ ଉଠିଲା କ୍ଷଣି ତା'ର ମୁହଁ ଦୃଷ୍ଟିଗୋଚର ହେଲା। ଘରୁ ବାହାରିଲେ ତା' ଉପରେ ଆଖି ପଡ଼ିଲା। ସେହି ଖର୍ବକାୟ ଅମଣିଷଟା ବାଲକୋନି ଉପରେ ଛିଡ଼ା ହୋଇଥିବ। କେଉଁଦିନ ଅଇନା ଧରି କତୁରି ଖଣ୍ଡେ ଧରି ନିଶକୁ ସାଇଜ କରୁଥିବ। ଅଥବା କେଉଁ ଦିନ ଚା' ଧରି ପିଉଥିବ। ଅଥବା ଟ୍ରାଞ୍ଜିଷ୍ଟର ଧରି ଶୁଣୁଥିବ। ବାରଣ୍ଡାରେ ସବୁ ଚଳପ୍ରଚଳ, ଏ ଘରର ଅନ୍ୟାନ୍ୟ ସବୁ କିଛି। ଟୋକାଟାଏ, ବୁଢ଼ା ହୋଇଥିଲେ ଆପତ୍ତି ନ ଥିଲା। ମଉସା କି ପିଉସା ହୋଇଥାନ୍ତା। ସ୍ତ୍ରୀ ଲୋକ ହୋଇଥିଲେ ଆପତ୍ତି ନ ଥାନ୍ତା, ସମ୍ପୂର୍ଣ୍ଣ ନିରାପଦ। ଭାବିବାକୁ ପଡ଼ି ନ ଥାନ୍ତା। କିନ୍ତୁ ଏ ଗୋଟାଏ ଅଦ୍ଭୁତ ଯୁବକ। କ'ଣ କହିବ, କାହାକୁ କହିବ, ଲାଜକଥା। ତା' ବସିବା ଉପରେ ଆପତ୍ତି ନାହିଁ। ତା'ର ବ୍ୟବହାର ଉପରେ ସବୁକିଛି। ବୋଉ ଦେଖେ ବାପା ଦେଖନ୍ତି। ବୁବୁଲୁ ମଧ୍ୟ ଦେଖେ ସମସ୍ତେ କିନ୍ତୁ ନୀରବ। କିଛିଦିନ ଚୁପ୍ଚାପ୍ ବସି ରହି ଦେଖିଲା। କାହାକୁ କିଛି କହିଲା ନାହିଁ। ଦେଖାଯାଉ କେଉଁପାଣି କେଉଁ ଆଡ଼େ ଯାଉଛି। ଯଦି ଲୋକଟା କେଉଁଆଡ଼େ ଚାଲି ଯାଏ କିନ୍ତୁ ଯଥା ପୂର୍ବଂ ତଥା ପରଂ। ସେହି ବାଲକୋନି ତା'ର ରଙ୍ଗମଞ୍ଚ। ତା'ରି ଉପରେ ସବୁ କିଛି ଅଭିନୟ। ଧନ୍ୟରେ ଯୁବକ। କି ବିଚିତ୍ର ତା'ର ଢଙ୍ଗଢ଼ାଙ୍ଗ। ମାସେ ଗଲା, ଦୁଇମାସ ଗଲା; ଏପରିକି ତିନିମାସ ଗଲା। ଏପ୍ରିଲ, ମେ, ଜୁନ, ଜୁଲାଇ ମାସରେ କବିତା କଲେଜରେ ନାଁ ଲେଖିଲା ରେ। କଲେଜ ଗଲା। କଲେଜରୁ ଫେରିଲା। କିନ୍ତୁ ସେହି ଯୁବକ, ସେହି ସନ୍ଧ୍ୟା, ସେହି ବାଲକୋନି ଦୃଶ୍ୟ ତା' ଆଖି ଆଗରେ ଲାଖିଗଲା। ସକାଳୁ ଉଠି ବାରଣ୍ଡାରେ ବସି ପାଠ ପଢ଼ିଲେ, ଲୋକଟା ସାମନାରେ ବସି କାଗଜ ପଢ଼ିବ। ବାଧ୍ୟହୋଇ ସେ ଘର ଭିତରେ ବସିବ। ସନ୍ଧ୍ୟାବେଳେ ମନ ଖୁସିରେ ବାରଣ୍ଡାରେ ବସି ବୋଉ ସହିତ ଗପସପ କରି ବସିଲେ ଲୋକଟା ବାଲକୋନିରେ ଚା' ପିଏ, ଅଥବା ରେଡ଼ିଓ ଶୁଣେ; ନଚେତ୍ ବହି ଖଣ୍ଡେ ଧରି ପଢ଼େ। ଏ ସବୁ କାରବାର ଦେଖି ଭାବେ କଟକ ଆସିବା ତା'ର ଦୁର୍ଭାଗ୍ୟ। କବିତା ଭାବିଲା ସେଇ ଲୋକଟାକୁ ନେଇ ତା'ର ଚିନ୍ତା କରିବା ନିରର୍ଥକ, ଅବାନ୍ତର, ଯୁକ୍ତିହୀନ। ନିଜକୁ ସଞ୍ଜତ କରି ରଖିଲେ ସବୁଠାରୁ ନିରାପଦ। ବାରଣ୍ଡାରେ ନ ବସି ଘର ଭିତରେ ବସି ପାଠ ପଢ଼ିଲେ କିଛି କ୍ଷତି ହେବନାହିଁ।